ସେହି ଅନୁସାରେ ଭିନ୍ନ ଭିନ୍ନ ରୁଚିର ଚାହିଦା ଅନୁସାରେ ସାହିତ୍ୟରେ ସରଞ୍ଜାମ ଯୋଗାଇ ଦେବାକୁ ଭିନ୍ନ ଭିନ୍ନ ଲେଖକ ଅବଶ୍ୟ ତିଆରି ହୋଇ ଆସନ୍ତି। କିଏ କୋଉ ରୁଚିର ଚାହିଦା ପୂରଣ କରିବା ସକାଶେ ବାହାରିଆସେ ସିଏ ସେ କଥାଟିକୁ ସ୍ୱୟଂ ବାଛେ। ଯିଏ ଖାଲି ଗରହାକ ଅର୍ଥାତ୍ କ୍ରେତା ଚାହୁ ଚାହୁଁଥାଏ, ସିଏ ଯାହା ଲେଖେ ବା ଯେପରି ଲେଖେ, ଯିଏ ପାଠକମାନଙ୍କୁ ସଖା ରୂପେ ପାଇବାକୁ ଇଚ୍ଛା କରୁଥାଏ ସିଏ ଆଦୌ ତାହା ଲେଖେ ନାହିଁ ଅଥବା ସେପରି ମଧ୍ୟ ଲେଖେ ନାହିଁ। ସାହିତ୍ୟକୁ ମନ୍ତ୍ରରୂପେ ଗ୍ରହଣ କରିଥିବା ଲେଖକ ସାହିତ୍ୟରୁ ଅବସର ବିନୋଦନର ପଣ୍ୟ ବୋଲି ଗ୍ରହଣ କରିଥିବା ପାଠକ ପାଇଁ ମୋଟେ ଲେଖେ ନାହିଁ। ସବୁ ସାପ କଦାପି କେଳାର ମନ୍ତ୍ରକୁ ଶୁଣିବା ମାତ୍ରକେ ବିଲରୁ ବାହାରି ଆସନ୍ତି ନାହିଁ। ତେଣୁ କେଉଁଭଳି ସାପ ବା ସାପମାନେ ଯେ ଆସିବେ, ସମଝି ପାରୁଥିବା କେଳା ତାହା ଭଲ କରି ଜାଣିଥାଏ ଓ ସେହିପରି ସାପମାନଙ୍କୁ ଦେଖିଲେ ପ୍ରକୃତରେ ଖୁସୀ ହୁଏ। ଏହିପରି ରୀତିଟିଏ ସାହିତ୍ୟରେ ନିତି କାର୍ଯ୍ୟ କରି ଆସିଛି ଏବେ ମଧ୍ୟ କାର୍ଯ୍ୟ କରୁଛି। ଭଲ ସାହିତ୍ୟ, ମନ୍ଦ ସାହିତ୍ୟ ବୋଲି କହିଲେ ପ୍ରକୃତରେ ନିର୍ଦ୍ଦିଷ୍ଟ ଆଦୌ କିଛି ବୁଝାଉ ନାହିଁ। ମୋ ରୁଚି ମୁତାବକ ସାହିତ୍ୟ ମୋ ପାଇଁ ତାହା ହିଁ ଭଲ ସାହିତ୍ୟ। ମୁଁ କହୁଛି ତାହାରି ଦ୍ୱାରା ହିଁ ଜାତିର ଉନ୍ନତି ହୋଇପାରିବ। ମୋ ରୁଚିର ଯାହା ନୁହେଁ, ମୁଁ ବି ତାହାକୁ ନାକ ଟେକୁଛି ଅର୍ଥାତ୍ ତାହା ମୋ ପାଇଁ ନୁହେଁ ବୋଲି ଘୋଷଣା କରିଦେଉଛି। ପଚାଶବର୍ଷ ତଳେ ଓଡ଼ିଆ ସଂଗୀତ ଯାହାଥିଲା ବର୍ତ୍ତମାନ ଆଉ ସେପରି ନାହିଁ ଏବଂ ପଚାଶବର୍ଷ ତଳେ ଓଡ଼ିଆ ସିନେମା ଯାହାଥିଲା ବର୍ତ୍ତମାନ ଆଉ ସେପରି ନାହିଁ। ଏସବୁ କ୍ଷେତ୍ରରେ ମଧ୍ୟ ବୀରମାନେ ସେହି ଗୋଟିଏ ଉତ୍ତର ଦେଇଥାନ୍ତି, ସେମାନେ କହିଥାନ୍ତି ଲୋକମାନଙ୍କର ରୁଚି ବଦଳିଗଲା ବୋଲି ଏସବୁ ମଧ୍ୟ ବଦଳିଗଲା। ଲୋକମାନେ ଚାହିଁଲେ, ତେଣୁ ଆମେ ସେହି ଅନୁସାରେ ସଂଗୀତ ଲେଖିଲୁ ଏବଂ ଗାଇଲୁ ଅର୍ଥାତ୍ ଲୋକମାନେ ଆଗ ଖଚ ଖଚଡ଼ା ହେଲେ ବୋଲି ଆମେ ସେହି ପରିବର୍ତ୍ତନକୁ ସମ୍ମାନ ଦେଇ ଖଚଡ଼ା ହେଲୁ। ଆଉ କାହାର ଖଚଡ଼ା ରୁଚିଟାକୁ ସମ୍ମାନ ଦେଖାଇ ତାହାର ପ୍ରୀତ୍ୟର୍ଥେ ଯେଉଁ ଗୀତଲେଖାଳି ଖଚଡ଼ା ଗୀତଗୁଡା ଗୁଡ଼ାକ ଲେଖିଥିବ ଏବଂ ଯେଉଁ ଗାୟକ ଖାସ୍ ସେହିଗୁଡ଼ିକୁ ଗାଇଥିବ, ସିଏ ନିଜେ ଯେ କେଡ଼େ ଖଚଡ଼ା ହୋଇଥିବ ସେହି କଥାଟାକୁ ଫିତା ପକାଇ ମାପିବା ଉଚିତ। କଟକ ଦେବୀମେଢ଼ ପାଖରେ ଆମ ଗାୟକମାନେ ଅର୍ଦ୍ଧରାତ୍ର ସମୟର ମଣିଷର କାମମିଜାଜ ଗୁଡ଼ାକ ସହିତ ଖୁରି ଖାଇବା ଭଳି ଯେଉଁସବୁ କୁତୁକୁତିଆ ଗୀତ ଗାଇ ସମ୍ଭବତଃ ସ୍ୱୟଂ ଦେବୀଙ୍କୁ ମଧ୍ୟ ହଇରାଣରେ ପକାଇ ଦିଅନ୍ତି ସେମାନେ ଏବେ ମଧ୍ୟ ବଞ୍ଚିଛନ୍ତି। ମତ୍ତଗଜ ପରି ଗୀତ ଲେଖୁଛନ୍ତି ଏବଂ ମତ୍ତଗଜ ପରି ଗୀତ ଗାଉଛନ୍ତି। ଏବେ ସେମାନେ ଗୋଟାଏ ଗୋଟାଏ ହିରୋ ପରି ହେଲେଣି। ସଂଗୀତ ଗାଇ ଯେ ଏ ଦୁନିଆରେ ଏତେ ପଇସା ରୋଜଗାର କରାଯାଇପାରେ, ପାରମ୍ପରିକ ଭାବରେ ବଡ଼ ଦରିଦ୍ର ବୋଲି କୁହାଯାଇ ଆସିଥିବା ଓଡ଼ିଶାରେ ସେମାନେ ପ୍ରମାଣ କରି ଦେଖାଇ ଦେଇଛନ୍ତି। ସେମାନେ ନିଜର ଅଭିସନ୍ଧାନ ମାନ ଚରିତାର୍ଥ କରିବେ ବୋଲି ଓଡ଼ିଶାର ସଙ୍ଗୀତର ପାର ପରମ୍ପରାକୁ ବିଗାଡ଼ି ଦେଇଛନ୍ତି। ଏବଂ ଲୋକମାନେ ଚାହିଁଲେ ଓ ଏହିଭଳି ହେଲା ବୋଲି ଭୂତେଇ ବୁଲୁଛନ୍ତି। ଆମ ଏବର ଚଳଚ୍ଚିତ୍ରଗୁଡ଼ିକୁ ଯେଉଁ ପ୍ରବଳ ନିର୍ମାତାମାନେ ନିର୍ମାଣ କରୁଛନ୍ତି, ସେମାନେ ସିଧା ମୁମ୍ବାଇରୁ ମସଲା ଆଣି ଆମ ପୋଖରୀରେ ପକାଇଛନ୍ତି ଏବଂ ଆମର ପାରମ୍ପାରିକ ରୁଚିର ମାଛମାନଙ୍କୁ ହତ୍ୟା କରିଛନ୍ତି। ଯାହାସବୁ ଆମେ ଚଳଚ୍ଚିତ୍ରମାନଙ୍କରେ ଦେଖିବାକୁ ପାଉଛୁ, ସେଗୁଡ଼ିକ ଆମ ଓଡ଼ିଶାର ଜୀବନାକାଶରେ